କହିବି ନିଶ୍ଚୟ। ତୁମେ ପଛେ ତେଣିକି ମୋତେ ନିହାତି ହୀନ ମନେ କରିପାର। ତୁମଠାରୁ ଦୂରେଇ ଯିବାପରେ ମୁଁ ଏକରକମ ଭାଙ୍ଗି ପଡ଼ିଲି। ଲଜ୍ଜା, ରାଗ, ଅଭିମାନରେ ମୁଁ ଚାହୁଁଥିଲି ତୁମ ଉପରେ ପ୍ରତିଶୋଧ। ଠିକ୍ ଏତିକିବେଳେ ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ମୋର ସମ୍ପର୍କ ଜଣେ କଲେଜ ଛାତ୍ରୀ ସହିତ ହେଲା। ତୁମରି ଦୁଃଖ ହିଁ ମୋତେ ଖୁବ୍ ଶୀଘ୍ର ଟାଣିନିଏ ତା' ନିକଟକୁ। ସେ ମଧ୍ୟ ଓହରି ଆସେ। କିନ୍ତୁ ସାମାନ୍ୟ ଦିନର ବ୍ୟବଧାନ ପରେ ଧକ୍କା ଦିଏ ସେ। ବୃଥା ଦର୍ଶନ ଗାଇ ଗାଇ ଦୂରେଇ ଦିଏ ତା' ନିକଟରୁ।ଏମିତି ଆହୁରି କ'ଣ କହିଯିବରୁକୁ ବସିଥିଲା ହେମକାନ୍ତ। ହଠାତ୍ ଚନ୍ଦ୍ରାବତୀ ବାଧା ଦେଇ କହିଲା ବୁଝିଲି ହେମକାନ୍ତ ବାବୁ! ଆଉ କହିବି ଲାଭ କଣ। ଓଲଟା ଏ କାହାଣୀ ମୋତେ ଆଘାତ ଦେବ।ନୀରବ ରହିଲା ହେମକାନ୍ତ।ଆତ୍ମକ୍ଲାନ୍ତି, ଆତ୍ମଶୋଚନା, ଆତ୍ମାଭିମାନରେ ଭାଙ୍ଗିପଡ଼ି ଦିନକୁ ଦିନ ଶଯ୍ୟାଶାୟ ହେଉଛି ଲୋପାମୁଦ୍ରା। ମନ ଭିତରେ କେବଳ ସେହି ଗୋଟାଏ ପ୍ରଶ୍ନ ସେ ହେମକାନ୍ତ ଉପରେ ବୃଥା ଦୋଷାରୋପ କଲା କାହିଁକି?ଅନେକ ଦିନ ବିତିଗଲାଣି ଏହା ଭିତରେ। ତଥାପି ନିଜର ମନକୁ ନିଜେ ବୁଝାଇ ପାରୁନି ଲୋପାମୁଦ୍ରା। ବ୍ୟଥିତ ହୋଇ ଅନେକ ସମୟରେ ନାନା ପ୍ରଶ୍ନ ପଚାରୁଛନ୍ତି ଶାନ୍ତନୁ। କୌଣସି କଥା ବୁଝିବା ତାଙ୍କ ନିକଟରେ ସମ୍ଭବ ହେଉନାହିଁ।ଆକାଶ, ବତାସ, ପାଣି, ପବନରେ ଲୋପାମୁଦ୍ରା ଦେଖୁଛି କେବଳ ହେମକାନ୍ତକୁ।ସେଦିନ ଖବରକାଗଜ ପଢ଼ୁ ପଢ଼ୁ ଲୋପାମୁଦ୍ରା ଦେଖିଲା ପିଏଚ୍‌ଡି ଉପାଧି ଲାଭ କରିଛନ୍ତି ଅଧ୍ୟାପକ ହେମକାନ୍ତ। ବିଶ୍ୱବିଦ୍ୟାଳୟ ଫୁଣି ତାଙ୍କୁ ଚାକିରି ଦେଉଛନ୍ତି ସମ୍ବଲପୁର କଲେଜରେ। ବିଶ୍ୱବିଦ୍ୟାଳୟ ଠିକ୍ କରିଛି।ଖବରଟା ପଢ଼ିସାରିବା ପରେ କିନ୍ତୁ ଆଉ ବିଛଣାରୁ ଉଠି ପାରିଲାନି ଲୋପାମୁଦ୍ରା। ସତେ ଯେମିତି ମେରୁଦଣ୍ଡ ଅକାମୀ ହୋଇଗଲା ତା'ର। ବିଛଣା ଉପରେ ଲୋଟି ପଡ଼ିଲା ସେ।ପାଦକୁ ଚାଟି ଚାଟି କରି ମାଲିକାଣର ଅବସ୍ଥା ଦେଖି ହୁଏତ ଅନେକ ପ୍ରଶ୍ନ ପଚାରୁଛି ଆଲେ ଆଲ୍ସେସିଆନ୍ ଜକି। କିନ୍ତୁ ସେସବୁ ପ୍ରଶ୍ନକୁ ବୁଝିପାରୁ ନ ଥିଲା କୁମାରୀ ଲୋପାମୁଦ୍ରା।ଠିକ୍ ଏତିକିବେଳେ ଡାକ୍ତରଙ୍କୁ ସାଙ୍ଗରେ ଧରି ଆସିଲେ ଶାନ୍ତନୁ। ଏହି କେତେ ଦିନ ହେଲା ଏକରକମ ଭାଙ୍ଗି ପଡ଼ିଛିନ୍ତି ସେ। ବୟସର ସୀମାରୁ ସତେ ଅବା ଆଗେଇ ଯାଇଛନ୍ତି ପାଞ୍ଚବର ପାଞ୍ଚ-ଦଶ ବର୍ଷ ଆଗକୁ।ପରୀକ୍ଷା କଲେ ଡାକ୍ତର। କପାଳ କୁଞ୍ଚିତ ହୋଇଗଲା। ଶାନ୍ତନୁଙ୍କୁ ଲକ୍ଷ୍ୟ କରି କହିଲେ ଡାକ୍ତର କୌଣସି ରୋଗର ଲକ୍ଷଣ ତ ମିଳୁନି, ଶାନ୍ତନୁ ବାବୁ! ମନେହୁଏ ମାନସିକ ଦୁଶ୍ଚିନ୍ତା ପାଇଁ ଲୋପାମୁଦ୍ରା ଭାଙ୍ଗି ପଡ଼ିଛନ୍ତି। ତଥାପି ଜଳବାୟୁ ପରିବର୍ତ୍ତନ ପାଇଁ ଆପଣ କିଛିଦିନ ବାହାରକୁ ଯାଆନ୍ତୁ। ତା' ପରେ ହୁଏତ ଲୋପାମୁଦ୍ରାଙ୍କ ଅବସ୍ଥାରେ ପରିବର୍ତ୍ତନ ହେବ।ଦୀର୍ଘ ନିଃଶ୍ୱାସ ଟାଣି ଠିଆ ହେବା ହେଲା ଶାନ୍ତନୁ।ଏଇ ଲୋପାମୁଦ୍ରା, ଏକମାତ୍ର ତାଙ୍କ ଜୀବନର ଅତୀତ ଓ ଭବିଷ୍ୟତ। ତାହାରି ମୁହଁକୁ ଚାହିଁ ସେ ବଞ୍ଚିଛି ଆଉ ହସନ୍ତି। ଲୋପାମୁଦ୍ରା ଦିହରେ ଆଘାତ ଲାଗିଲେ ତାଙ୍କ ଦିହରେ ମଧ୍ୟ ଆଘାତ ଲାଗେ। ଆଜି ସେଥିପାଇଁ ସେ ବେଳକୁ ବେଳ ସ୍ଥାଣୁ ହୋଇ ଯାଉଛନ୍ତି।ପଲଙ୍କ ଉପରେ ଶୋଇରହି ବାପାଙ୍କ ମୁହଁକୁ ଅସହାୟ ଭଳି ଚାହିଁଛି ଲୋପାମୁଦ୍ରା। ଧାର ଧାର ହୋଇ ବହିଯାଉଛି ଶାନ୍ତନୁଙ୍କ ଆଖିରୁ ଲୋତକ।ଡାକ୍ଟର ବାହାରି ଗଲେ।ଲୋପାମୁଦ୍ରାର ବିଛଣା ଉପରେ ବସି ବଡ଼ି ଶାନ୍ତୁନୁ କହିଲେମୋ ଲୋପା! ତୋ ଦେହର ଅବସ୍ଥା ଦେଖି ମୁଁ ଆଉ ସହି ପାରୁନି। କ'ଣ ହେଉଛି ମଧ୍ୟ ମୁଁ ବୁଝି ପାରୁନି। ଏମିତି କିଛିଦିନ କଟିଲେ ମୁଁ ନିଜେ ମଧ୍ୟ ଶଯ୍ୟାଶାୟ ହୋଇଯିବି।ଅଧର ନଚାଇ କ୍ଷୀଣ ହସଟିଏ ହସିଲା ଲୋପା। କହିଲାଏଣୁ ତେଣୁ ଭାବନି, ବାପା! ମୁଁ ନିଶ୍ଚୟ ଭଲ ହେଇଯିବି।ପ୍ରବଳ ଭାବରେ ହୁ ହୁ ହୋଇ ଜଳୁଥିବା ଘରପୋଡ଼ି ନିଆଁକୁ ମାତ୍ର ପଦେ ମିଠା କଥା ନିଭାଇ ଦେଇ ପାରେନି। ଓଲଟା, ସେ ନିଆଁ ଜଳେ ଆହୁରି କଠିନ ଭାବରେ।ଲୋପାମୁଦ୍ରାର ପିଠିକୁ ଆଉଁସି ଦେଇଥିଲେ ଶାନ୍ତନୁ। ଶେଷରେ କହିଲେମା ଲୋପା! କିଛିଦିନ ତଳେ ତୁ କାଶ୍ମୀର ବୁଲିଯିବା ପାଇଁ କହୁଥିଲୁ। ସେତେବେଳେ ମୁଁ ତୋର ଅନୁରୋଧ ଏଡ଼ାଇ ଦେଇଥିଲି। ଏବେ ପ୍ରସ୍ତୁତ ଅଛି। ସଜିଲ୍ ହୋ... ଆମେ କାଶ୍ମୀର ଯିବା।ଦେହର ଯନ୍ତ୍ରଣାକୁ ଅନେକ୍ଲାଶରେ ଭୁଲି ବାପାଙ୍କ ମୁହଁରୁ ଚାହିଁ ରହିଲା ଲୋପାମୁଦ୍ରା।